ଧୀରେ ଧୀରେ ଦୁହିଁଙ୍କ ଦେହରେ ଉତ୍ତେଜନାର ବିଦ୍ୟୁତରେଖା ସଞ୍ଚାରିତ ହେଲା। ନୀହାରର ବାହୁବନ୍ଧନ ଦୃଢ଼ ହୋଇଆସିଲା। ସାଗରୀକା ଆଉ ପାଦେ ଆଗକୁ ଯାଇପାରିଲା ନାହିଁ। ତାକୁ ଜଣାପଡ଼ିଲା ସେ ଯେମିତି କ୍ରମଶଃ ନିଜର ସଂଜ୍ଞା ହରାଇବାକୁ ଯାଉଛି। ଭାରୀ ଦୁର୍ବଳ ହୋଇପଡ଼ିଲା କ୍ରମଶଃ। ହଠାତ୍ ସେ ନୀହାରର ଛାତି ଉପରକୁ ଆଉଜି ଆସିଲା। ଉତ୍ତେଜନାର ଆବେଗରେ ତାକୁ କୋଳ ଉପରକୁ ଟାଣି ଆଣିଲା ନୀହାର। ଡାହାଣ ହାତରେ ତା'ର କଟିବେଷ୍ଟନ କରି; ବାଁ ହାତରେ ସାଗରୀକାର ପଛକୁ ଢଳି ପଡ଼ିଥିବା ମୁହଁକୁ ନିଜ ଓଠର ଅତି ପାଖରେ ତୋଳି ଧରିଲା ସେ। ସନ୍ଧ୍ୟାର ଅସ୍ପଷ୍ଟ ଅନ୍ଧକାରରେ ସେ ଦେଖିଲା ତୃପ୍ତିର ଆନନ୍ଦରେ ସାଗରୀକା ଆଖି ମୁଦିଦେଇଛି। ଆଉ ତା'ର ଓଠରେ ଲାଗି ରହିଛି ହସର କ୍ଷୀଣ ରେଖାଟିଏ। ସେ ସବୁ ଭୁଲିଗଲା। ସନ୍ଧ୍ୟାର ଅନ୍ଧାର ଭିତରେ ସାଗରୀକା ଆଉ ନୀହାର ପରସ୍ପରକୁ ଗ୍ରହଣ କରିନେଲେ। ଅସ୍ପଷ୍ଟ କଣ୍ଠରେ ସେ କହି ଉଠିଲା-''ତୁମେ ଖୁବ୍ ସୁନ୍ଦର ସାଗର-ଫୁଟନ୍ତି ପଦ୍ମ ପରି ସୁନ୍ଦର। '' ସାଗରୀକା କିଛି କହିପାରିଲାନି। ନୀରବ ରହିଲା। ''ବହୁତ ଡେରି ହେଲାଣି; ମୁଁ ଘରକୁ ଯିବ''-ସାଗରୀକାର ଏଇ କଥାରେ ଚେତା ହେଲା ନୀହାରର। ସେ ଦୁଆର ଖୋଲି ବାହାରକୁ ଆସିଲା। ସନ୍ଧ୍ୟା ଗଡ଼ି ଗଲାଣି। ରାଜପଥ ଧାରରେ ବିଜୁଳି-ବତୀ ସବୁ ଗୋଟି ଗୋଟି ହୋଇ ଜଳି ଉଠିଲେଣି। ସେ ରିକ୍ସା ଡାକିଲା। ଘର ଭିତରକୁ ଆସି ଲାଇଟ୍ ଜାଳିଲା। ଲାଜରେ ସାଗରୀକାର ମୁହଁ ନାଲ ପଡ଼ିଯାଇଛି। ସେ ଆଉ ତା' ମୁହଁକୁ ସିଧା ଚାହିଁପାରିଲା ନାହିଁ। ନୀହାର ପଚାରିଲା-''କ'ଣ ଘରକୁ ଯିବ। '' ''ହୁଁ''-ତଳକୁ ମୁହଁ ପୋତି ସାଗର କହିଲା। ''ହଉ ତେବେ-ବାହାରେ ରିକ୍ସା ଅଛି-ଯାଅ। '' ତା' ପିଠିରେ ହାତ ଥାପୁଡ଼ାଇ କହିଲା ନୀହାର। ଦୁଆର ମୁହଁରେ ସାଗରକୁ ରିକ୍ସାରେ ବସାଇ ଦେଇ ସେ ଚାହିଁ ରହିଲା। ସାଗରୀକାକୁ ନେଇ ରାସ୍ତା ସେ ମୁଣ୍ଡରେ ରିକ୍ସା ଲିଭିଗଲା ପର୍ଯ୍ୟନ୍ତ। ସେଦିନ ଜନ୍ମାଷ୍ଟମୀ ଥିଲା। ଘରକୁ ଫେରିଲା ବେଳକୁ ପ୍ରାୟ ରାତି ହୋଇଗଲାଣି। ସାଗର ସିଧା ରିକ୍ସାରୁ ଓହ୍ଳାଇ ଉପର ମହଲାକୁ ଯାଇ, ଲୁଗା ନ ବଦଳାଇ ଖଟ ଉପରେ ଶୋଇବାକୁ ଗଲା। କେତେ କୁଆଡ଼ର ଭାବନା ଆସି ତା' ମୁଣ୍ଡରେ ରୁଣ୍ଡ ହେବାକୁ ଲାଗିଲେ। ସତରେ କ'ଣ ନୀହାରକୁ ଭଲପାଇ ସେ ଭୁଲ୍ କରିଛି। କ'ଣ ତା'ର ଭୁଲ୍? ନା ସେ ତ କିଛି ଭୁଲ୍ କରିନାହିଁ। ନୀହାରର ହସ ତା'ର କଥା; ତା'ର ଗୋଟି ଗୋଟି ହୋଇ ମନେପଡ଼ିଲା। ତା'ର ସ୍ପର୍ଶ ସେ ଆଜି ପ୍ରଥମ ଥର ପାଇଁ ପାଇଛି। ତା'ର କୁମାରୀ ଜୀବନରେ ପ୍ରଥମ ପୁରୁଷର ସ୍ପର୍ଶ। ଆନନ୍ଦ ଓ ଆବେଗରେ ତା'ର ଆଖି ଲୁହ ଛଳ ଛଳ ହୋଇଗଲା। ବାସ୍ତବିକ୍ ନୀହାର ତା'ର ଜୀବନର ଦେବତା। ଆଜିଠୁଁ ସେ ତାକୁ ନିଜର ସବୁ କିଛି ରୂପେ ବରଣ କରିନେଲା। ସେଇ ହିଁ ତା'ର ସୁଖ ଦୁଃଖର ସାଥୀ। ଜୀବନର ସହଗାମୀ-ବନ୍ଧୁ। ସେ ଆନନ୍ଦରେ, ତୃପ୍ତିରେ ଓ ଉଲ୍ଲାସରେ ଶିହରି ଉଠିଲା। ତାକୁ ଲାଗିଲା ଆଜି ସେ ଯେମିତି ସବୁ କିଛି ପାଇଛି। ଯାହା କି ସେ ଅନେକ ଦିନ ଧରି ଖୋଜୁଥିଲା। ଏ ଜୀବନ, ଏ ପୃଥିବୀ ତା'ପାଇଁ ହୋଇ ଉଠିଲା ଅତି ଲୋଭନୀୟ, ସୁନ୍ଦର ଓ ସରସ-। ସେ ଯାହା ଖୋଜୁଥିଲା ତାହା ପାଇଛି। ଆଜି ସେ ମନଭରି ଶୋଇବ। ଆନନ୍ଦରେ ଶୋଇ ଶୋଇ କେତେ କୁଆଡ଼ର ସ୍ୱପ୍ନ ଦେଖିବ।